ଜୀବନଯାକର ଅଧ୍ୟୟନ ଐଶ୍ୱର୍ଯ୍ୟ। କାହିଁ କାଳିଦାସ, କାହିଁ ଶେକ୍ସପିୟର, କାହିଁ ଶଙ୍କରାଚାର୍ଯ୍ୟ, କାହିଁ ବେଦବ୍ୟାସ, କାହିଁ ଗଙ୍ଗାଧର ମେହେର… ସମସ୍ତେ ଏବେ ବି ବାଣୀ ଶୁଣାଉଛନ୍ତି। ଶାଶ୍ଵତୀ ଭାରତୀ। ସେମାନେ ବି ଆସିଥିଲେ ଦିନେ ଏ ପୃଥିବୀକୁ… ବିଶ୍ଵଲୀଳାକୁ ଦେଖୁ ଦେଖୁ ତୃତୀୟ ନୟନ ଫିଟିଗଲା। ମାନବ ଜୀବନର ଜାହ୍ନବୀ ସ୍ରୋତରୁ ଛାଣିଆଣିଲେ କେତେ କଅଣ ବିଚିତ୍ର ଅନୁଭବ। ମହାକାଳର ମହାକୋଷ ସମ୍ଭବ ହେଲା। ଦୁଇଟି ବନ୍ଦନୀୟ ସ୍ତୋତ୍ର… ଗୋଟିଏ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅନ୍ୟଟି ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ଶିଳ୍ପୀର ପ୍ରତିଭାକୁ ପ୍ରଣାମ କରି ପୁଷ୍ପମାଳା ରଚନା। କରିଥିଲେ, ପବିତ୍ର ଲିପିମାଳାରେ। ଶ୍ରୀକାନ୍ତ ଜାଣନ୍ତି, ପ୍ରତିଭା ତାଙ୍କର ନାହିଁ। ଯାହା ଥିଲା ତାହା ସାମୟିକ ଆବେଗର ମସୀ ରୂପାନ୍ତର। ଏହା ବି ଜାଣନ୍ତି, ଅଜସ୍ର ପାଣ୍ଡୁଲିପି ତାଙ୍କର ତାଙ୍କ ଅନ୍ତେ ଧୂଳିରେ ମିଶିଯିବ। ବିଚିତ୍ର ଏ ସଂସାର ଘୂରୁଛି ତାର ପରିଧିରେ। ଗଣ୍ୟମାନ୍ୟ ନହେଲେ କ୍ଷମତା ଓ ଅର୍ଥ ଦୃଷ୍ଟିରେ, ଯେତେ ପ୍ରତିଭାବନ୍ତ ଲୋକ ହେଉ, ତାର ସୃଷ୍ଟି ସଂକଳନର ପ୍ରକାଶ ସମ୍ଭବ କି? ଅବନ୍ତୀ ଆସିଲା ଧୂପବତୀ ଜାଳିବା ପାଇଁ… ଏ ଅବନ୍ତୀ ମାହାତ୍ମ୍ୟର ପୂଜାରିଣୀ। ଶେଷ ସ୍ତିମିତ ସୂର୍ଯ୍ୟାଲୋକ ତଳେ ଏ ଆସିଛି ଶ୍ରୀକାନ୍ତକୁ ହାତଧରି ନେଇଯିବେ ଚିତାଗ୍ନିର ଝଲକ ପାଖକୁ-। କାହିଁକି ଏ ଆସିଛି? କି ସମ୍ଭୋଗ ଏ ପାଇବ ଏହି ସ୍ଥବିର ଶ୍ରୀକାନ୍ତଠାରୁ? -କଅଣ ଭାବୁଛନ୍ତି? -ନା, ଭାବିବାର କଅଣ ଅଛି? ଶ୍ରୀକାନ୍ତ କହିଲେ। -ମୁଁ ସଜାଡ଼ି ରଖିଛି। ଗହଣା ଯେତିକି ଅଛି ମୋ ଦେହରେ ତାକୁ ବିକି ଆପଣଙ୍କର ଏ ରାଶି ରାଶି ପାଣ୍ଡୁଲିପିକୁ ଛାପିବି। ଆଗ ଛାପିବି ଏ ପବିତ୍ର ଲିପିମାଳାକୁ। ଯେଉଁମାନେ ଅନବଦ୍ୟ ଭାଷାରେ ଆପଣଙ୍କର ସାଧନାକୁ ପ୍ରଶସ୍ତି ଜଣାଇ ଏତେ ପତ୍ର ଲେଖିଯାଇଛନ୍ତି ସେମାନେ କିଏ, କେଉଁଠି, ମୁଁ ଜାଣେନା। ତେବେ ସେମାନେ ଏ ଜାତିର ନମସ୍ୟ। କାରଣ ତାଙ୍କର ଲିପିମାଳାରେ ଏପରି କିଛି ଜନ୍ମୟତା ରହିଛି ଆପଣଙ୍କର ଜୀବନକୁ ଘେନି ଯେ, ତାହା ଯଦି ପ୍ରକାଶ ନପାଏ, ତେବେ ଗୋଟାଏ ସାଧକ ଜୀବନର ବହୁ ବିଚିତ୍ର ଗବାକ୍ଷ ଚିରଦିନ ପାଇଁ ବାରିତ ରହିଯିବ। ଶ୍ରୀକାନ୍ତ ଚାଲିଗଲେ ଅତୀତର ବନାନୀ ଭିତରକୁ। କେତେ ଲତା, ଗୁଳ୍ମ, ପତ୍ର ଓ ପୁଷ୍ପରେ ସେ ଅରଣ୍ୟ ଶୋଭିତ। ସତେ ତ, ବନାନୀ!! ସେ କାହିଁକି ଆସିଥିଲା। ଅବନ୍ତୀ? ଅବନ୍ତୀ ମୂକ। ତେବେ ବନାନୀ ବୋଲି ଜଣେ କେହି ନାରୀ ଶ୍ରୀକାନ୍ତଙ୍କୁ ଶ୍ରଦ୍ଧା ଜଣାଇଛି। ତାର ଲିପିମାଳା? ଅଛି, ସବୁ ସଜ୍ଜିତ ଅଛି। ନୀଳରଙ୍ଗ କାଳିରେ ଗୋଲ ଗୋଲ ଅକ୍ଷର। ଅବନ୍ତୀକୁ ସଙ୍କେତ ଦେଇ ଶ୍ରୀକାନ୍ତ କହିଲେ–ଏସବୁ ମହାକାବ୍ୟ ନୁହେଁ, କବିତା ନୁହେଁ, ନାଟକ ନୁହେଁ, ଗୋଟାଏ ଭାବୋଚ୍ଛ୍ଵାସିତ ତରୁଣୀ ମତେ ଅର୍ଘ୍ୟ ନିବେଦନ କରିଥିଲା। କିନ୍ତୁ ଆଜି ସେ କାହିଁ? ଅବନ୍ତୀ, ଆକାଶରେ କେତେ ନକ୍ଷତ୍ର। ଟିପି ଟିପି ହସୁଥାନ୍ତି। ପ୍ରଭାତରେ ସେମାନେ ନିଶ୍ଚିହ୍ନ। ସିମିତି ମୋ ଜୀବନରେ ଏ ନକ୍ଷତ୍ରମାଳିନୀ ଆକାଶ ଆଜି ମେଘମେଦୁର। -ପଢ଼ୁଛି… -କଅଣ? -ପାଇଲି, ସେ ଚିଠି-ବନାନୀର… -ପଢ଼ିବ? କାହିଁକି? ତାର କାରଣ ଜୀବନ ପ୍ରତି ସେସବୁର କିଛି ସନ୍ଦେଶ ଅଛି ବୋଲି ଆପଣଙ୍କୁ ଭଲଲାଗିବ-। "ପୂଜନୀୟେଷୁ! ଜୀବନରେ କେତେ କଅଣ ଘଟିଗଲା। ଆଉ ଯିବ। ତମର ମନେଥିବ ସେହି ବିଖ୍ୟାତ ଛବି। ଆଖିରେ ପଟି। ପୃଥିବୀ ଉପରେ ସେ ଝିଅଟି ନଇଁପଡ଼ିଛି। ହାତରେ ଥିବା ତାରଯନ୍ତ୍ରରେ କେବଳ ଗୋଟିଏ ତାର ଅବଶିଷ୍ଟ ଅଛି; ଅନ୍ୟସବୁ ଛିଣ୍ଡିଯାଇଛି। ଆକାଶରେ ଗୋଟିଏ ମାତ୍ର ତାରା। ମୋର ଖୁବ୍ ମନେପଡ଼େ ସେଇ ଛବି। ସେଇ କବିତାର କଥା-। ଆଶା ଓ ବିଶ୍ଵାସର ଏତେ ଉଜ୍ଜ୍ୱଳ ପ୍ରତୀକ। ମତେ ଖୁବ୍ ଭଲଲାଗେ ଶିଳ୍ପୀ! ଜୀବନରେ କିଛି ହଜିବାର ନାହିଁ। 'ସବୁ'ର ମୂଲ୍ୟ ଅଛି। ସେଇ ଏକମାତ୍ର ନକ୍ଷତ୍ର, ଗୋଟିଏ ମାତ୍ର ତାରା। ମୁଁ ବଞ୍ଚିଛି, ହାରିଯାଇନି, ନିଃଶେଷ ହୋଇନି। କଅଣ ତମ ମନକୁ ଆସୁଥିବ ମୁଁ ଜାଣେନି। ପାଖରେ ଥିଲେ ବୁଝନ୍ତି। ସେ ଆଖିକୁ ଚାହିଁ ସବୁ ମୁଁ ବୁଝିନିଅନ୍ତି। ଏତେ ଦୂରରେ ମୁଁ ଶୁଣୁଛି ସେ ଗଭୀର ଦୀର୍ଘନିଶ୍ୱାସ। କେବେ? କେତେ ଦୂରରେ? ପରସ୍ପରର ଦାୟଦାୟିତ୍ଵ ଆବୋରିନେବାର ସ୍ୱପ୍ନ। ଅମୃତର ସ୍ୱପ୍ନ ତଥାପି ଆମେ ଏକ। କହୁଥିଲ, ଆଉ ଗୋଟିଏ ବର୍ଷ। ଚାକିରିରୁ ଅବସର ନେବ। ତା' ପରେ ମୁଁ କଅଣ ଭାବିବି ସେ କଥା ବି କହୁଥିଲ।